ଗୋଟିଏ ହେଲା ସମବାହୁ ତ୍ରିଭୁଜ-ଏମାନେ ବୁଦ୍ଧି, ଚିନ୍ତା ଇତ୍ୟାଦି ମସ୍ତିଷ୍କର ଉତ୍କର୍ଷତାର ଅଧିକାରୀ। ଆର ପ୍ରକାରଟି ହେଲା ବର୍ଗକ୍ଷେତ୍ର ବା ଆୟତକ୍ଷେତ୍ରର ମୁହଁ। ଏମାନେ ସାଧାରଣରେ କର୍ମୀ ଓ ପରିଶ୍ରମର ସମସ୍ତ ପ୍ରତିଭା ଓ ଶକ୍ତିର ଅଧିକାରୀ। ଶେଷ ପ୍ରକାରଟି ହେଲା ଗୋଲାକାର ବା ବର୍ତ୍ତୁଳାକାର ମୁହଁ। ଏମାନେ ହେଲେ ସୁସ୍ଥି ଲୋକ। କାହାକୁ ବିରକ୍ତ ନ କରି ବିଶେଷ ଭାବରେ ଭୋଜନ ପରିଧାନରେ ତତ୍ପର। ମଣିଷର ଏହି ତିନି ପ୍ରକାରର ମୁହଁ-ତ୍ରିଭୁଜ, ଚତୁର୍ଭୁଜ ଓ ଗୋଲକ-ଭିତରେ ବିଦ୍ୱାନ ଓ ଲେଖକ ତ୍ରିଭୁଜ ମୁଖାକୃତିର ହେବା କଥା। ଆମର ସାହିତ୍ୟିକମାନଙ୍କ ଭିତରେ କେତେଜଣ ଏହି ତ୍ରିଭୁଜ ପର୍ଯ୍ୟାୟର? ଅବଶ୍ୟ କଥାଟା ଏତେ ସରଳ ନୁହେଁ। ମୁହଁର ଆକୃତି ସବୁ ସମୟରେ ନିର୍ଭୁଲ ନୁହେଁ। ଏହାଛଡ଼ା ଅବିମିଶ୍ରିତ ଆକୃତି ମିଳେ ନାହିଁ। କିଏ ତ୍ରିଭୁଜ ଓ ଚତୁର୍ଭୁଜର ମିଶ୍ରଣ। ଆଉ କିଏ ଚତୁର୍ଭୁଜ ଓ ଗୋଲକର ମିଶ୍ରଣ। କିନ୍ତୁ ଆମେ ସେଥିଭିତରେ ତ୍ରିଭୁଜର ସ୍ପଷ୍ଟ ଆଭାସ ପାଇପାରିବୁ। ଯେଉଁ ସାହିତ୍ୟରେ ଲେଖକର ସଂଖ୍ୟା ଭିତରେ ଅଳ୍ପ ସଂଖ୍ୟକ ତ୍ରିଭୁଜାକାର ମୁଖାକୃତିର ସେଠି ସାହିତ୍ୟ ସେତେ ଉନ୍ନତ ବୌଦ୍ଧିକତା ଦେଖାଇବ ନାହିଁ। ଚାଷୀ ମୂଲିଆ ବା ବନବାସୀ ବା ପହିଲମାନ ଚେହେରାର ଲୋକର ସାହିତ୍ୟ ବୁଝିବା ଯେମିତି ତାହାର ସାହିତ୍ୟ ଲେଖିବା ମଧ୍ୟ ସେମିତି। ବାପମା ଓ ପୂର୍ବପୁରୁଷଙ୍କର ଦୟାରୁ ଆମେ ଶରୀର ପାଇଛୁ ମୁହଁର ଆକୃତି ମଧ୍ୟ ପାଇଛୁ। ଏଥିରେ ଲାଜ କରିବାର କିଛି ନାହିଁ। କିନ୍ତୁ ବହି-ପୋକ ବା ପୁସ୍ତକକୀଟର ବୌଦ୍ଧିକତା ମଣିଷର ଚିନ୍ତା ଶକ୍ତିର ପ୍ରହସନ ଛଡ଼ା ଆଉ କିଛି ନୁହେଁ। ତେଣୁ ସାହିତ୍ୟରେ ହାତ ଦେଇ ଯଶ ଖୋଜିବା ଆଗରୁ ଆମେ ଟିକିଏ ନିଜକୁ ପରୀକ୍ଷିତ କରାଇ ନେଇ ସାହିତ୍ୟ କାମରେ ହାତ ଦେଲେ ନିଜକୁ ଓ ସାହିତ୍ୟକୁ ଓ ପାଠକଙ୍କୁ ମଧ୍ୟ ସୁବିଧା ଦେଇ ପାରନ୍ତୁ। ଗଲା ପଚାଶବର୍ଷର ଲେଖକମାନଙ୍କୁ ତାଙ୍କର ଯୌବନ, ପ୍ରୌଢ଼ତ୍ୱ ଓ ବାର୍ଦ୍ଧକ୍ୟରେ ଆମେ ତାଙ୍କର ଟିକିଏ ରୂପ-ସମୀକ୍ଷା କ ଲେଏହାର ଉତ୍ତର ପାଇବୁ। ଆମର ଓଡ଼ିଆ ସମାଜରେ ବୋହୂ ବାଛିଲା ବେଳେ ଏଇକଥା ମଧ୍ୟ ଚଳୁଥିଲା। ବୋହୂ ହେଇଥିବ ଡଉଲ ଡାଉଲ-ଅର୍ଥାତ୍ ସେ ଗୋଲ ମୁହଁ ବା ଚାରିକଣିଆ ମୁହଁର ନ ହୋଇ ତିନିକୋଣିଆ ହେଲେ ଆମର ସମାଜର ନିତିଦିନିଆ କାମକୁ ଅସମର୍ଥ ହେବ। ସେଥିପାଇଁ ଝିଅମାନଙ୍କର ଆକୃତି ତାହାର ଚଳଣି ଅନୁସାରେ ପ୍ରାୟ କର୍ମୀ ପର୍ଯ୍ୟାୟରେ ରହୁଥିଲା। ଏହାର ପରିବର୍ତ୍ତନ ଷାଠିଏ ମସିହା ପରେ ହେଇଛି। ଏବେ ତ୍ରିକୋଣ ମୁହଁର ସାମାନ୍ୟ ପ୍ରାଧାନ୍ୟ ଦେଖା ଦେଲାଣି। ଅଧ୍ୟବସାୟ ଓ ସାଧନାର ସ୍ପଷ୍ଟ ଚିତ୍ର ସେମାନଙ୍କର ମୁହଁରେ ମଧ୍ୟ ଦେଖା ଦେଲାଣି। ଆମେ ଏବେ ତାଙ୍କଠାରୁ ବୌଦ୍ଧିକତା ଆଶା କରି ପାରିବା। କିନ୍ତୁ ଅଘୋରଦୁଆରୀ ପ୍ରତ୍ୟେକ କଲମନବୀସ୍ଠାରୁ ବୌଦ୍ଧିକତା ଆଶା କରିବା ବିଡ଼ମ୍ୱନା। ସାହିତ୍ୟ ଯଦି ପ୍ରକୃତରେ ହୃଦୟର ଛବି ନ ହୋଇ ମେଧାଶକ୍ତିର ଚିତ୍ର ହୋଇଥାଏ ତେବେ ଓଡ଼ିଆ ସାହିତ୍ୟକୁ ଦୁର୍ବଳ ବୋଲି କୁହାଯିବ। ପାଠକର ମଧ୍ୟ ଜାଣିବା ଉଚିତ୍ ଯେ କୌଣସି ଉପନ୍ୟାସ, ନାଟକ ବା ଗଳ୍ପ କବିତା ପଢ଼ିଲେ ତାହା ମନରେ କି ପ୍ରକାର ମଣିଷର ଚିତ୍ର ଆସୁଛି। ଲେଖାର ଲେଖକ ଓ ଲେଖାର ବିଷୟ ଏଥିରେ ନିର୍ଭୁଲ ଚିତ୍ର ଦେବେ। ଆଉ ମଧ୍ୟ ପାଠକ ଦେଖିପାରିବ ଯେ ତିନିକଣିଆ-ମୁହାଁ ଲେଖକ ଗୋଲ-ମୁହଁ ଚରିତ୍ରକୁ ପ୍ରାଧାନ୍ୟ ଦେଉଛି। ଏହା ମଧ୍ୟ ସ୍ୱୀକୃତିର ଗୋଟିଏ କାରଣ। ସାଧାରଣରେ ଏକା ପ୍ରକାରର ମୂହଁ ଭିତରେ ଗୋଟିଏ ଭିତରର